କେବଳ ନୀରବରେ ନିଜକୁ ନିଜେ ବିଶ୍ଳେଷଣ କରେ-। କ'ଣ ତା'ର ଭୁଲ୍। କ'ଣ ତା'ର ଦୋଷ? କାହିଁକି ଅଳ୍ପ କେତୋଟି ଦିନ ମଧ୍ୟରେ ସାଗରୀକାର ଏପରି ଅଦ୍ଭୁତ ପରିବର୍ତ୍ତନ ହୋଇଗଲା। ସେ ତ ଏପରି ନଥିଲା-ଏ ପ୍ରକାର ଜୀବନ ସେ ବରଣ ଯେ କରିନେବ ସେ ଆଶଙ୍କା ତ କେଭେଁ କରିନଥିଲା ନୀହାର। ତଥାପି ତା'ର ସବୁ ଚିନ୍ତାକୁ ଓଲଟ ପାଲଟ କରି ଏସବୁ କ'ଣ ଏମିତି ଘଟିଗଲା। ଏଇ ଚିନ୍ତାରେ ସ୍ତମ୍ଭୀଭୂତ ହୋଇଯାଏ ନୀହାର। ସେ କିଛି ଭାବି ପାରେନା। ତାକୁ ଜଣାପଡ଼େ ଯେପରି ତା' ଚାରିପଟର ବିରାଟ ପୃଥିବୀ ତା'ର ଏଇ ନିର୍ବୋଧତା ଓ ଦୁର୍ବଳତା ଲାଗି ଉପହାସ କରୁଛି। ତା' ବନ୍ଧୁମାନେ ତାକୁ ସବୁ କିଛି ଭୁଲିଯିବାକୁ ବାରମ୍ବାର ଚେତାଇ ଦେଇ ଯାଆନ୍ତି। କିନ୍ତୁ ସେ ପାରେନା। ଯେତେବେଳେ ତାକୁ ଟିକିଏ ଅବସର ମିଳେ ସେ ଚେଷ୍ଟା କରେ ତା'ର ଅତୀତର କଥା ଭାବିବାକୁ। ତା'ର ଜୀବନରେ ସେତିକି ମାତ୍ର ଶାନ୍ତି ଆଉ ଆଶ୍ୱାସନା। ଅତୀତର ସବୁ କଥା ଗୋଟି ଗୋଟି କରି ମନେ ପକାଇବାକୁ ଚେଷ୍ଟା କଲା ସାଗରୀକା-। ଯେଉଁ ଅତୀତକୁ ସେ ଆଜକୁ ଏତେ ଦିନ ଧରି ପାସୋରି ଦେବାକୁ ଉଦ୍ୟମ କରି ଆସୁଥିଲା, ଆଜି ହଠାତ୍ ସେଇ ଅତୀତ ପାଇଁ ତା'ର ପ୍ରାଣ ଅତିମାତ୍ରାରେ କରୁଣା କୋମଳ ହୋଇ ଉଠିଲା-। ଅତୀତର ସବୁ ଅନୁଭୂତି ଗୋଟିକ ପରେ ଗୋଟିଏ କରି ମନେ ପକାଇବାକୁ ଚେଷ୍ଟା କଲା ସେ-। ତା'ର ମନେପଡ଼ିଗଲା ସବୁ କଥା। ଅତୀତ ତା'ପ୍ରତି ଅଭିମାନ କଲା ନାହିଁ-ସାଗରୀକା ଅବହେଳା କରିଥିଲା ବୋଲି ଦୂରେଇ ଗଲାନି। ବରଂ ଆପେ ଆପେ ଆସି ତା'ର ଚିନ୍ତାରେ ଦେଖାଦେଲା, ଅତି ସ୍ପଷ୍ଟ ଭାବରେ। ସତେ ଯେପରି ଛୋଟ ଶିଶୁଟିଏ ମା'ର ହତାଦର ପାଇଁ ଦୂରରେ ଠିଆହୋଇ କଇଁ କଇଁ ହୋଇ କାନ୍ଦୁଥିଲା; ଏବଂ ଯେଉଁ ମୁହୂର୍ତ୍ତରେ ମା'ର ସ୍ନେହ ଅନୁରାଗ ବୋଳା ପଦେ ଡାକ ତା' କାନରେ ବାଜିଛି; ସଙ୍ଗେ ସଙ୍ଗେ ଧାଇଁ ତା'ର ମା' ପାଖକୁ। ଠିକ୍। ସେମିତି ସାଗରୀକାର ଅତୀତ ଦୀର୍ଘ ବହୁବର୍ଷ ଧରି ଅନାଦୃତ ହୋଇ ପଡ଼ିରହିଥିଲା; ତା'ର ସାମାନ୍ୟ ସହାନୁଭୂତିରେ ସେଇ ଅତୀତ କେତେ ପ୍ରାଣବନ୍ତ ହୋଇ ଉଠିଲା। ସାଗରୀକା ଚାହିଁଲା ତା'ର ଅତୀତ ଭିତରକୁ। ସବୁ ଗୋଟି ଗୋଟି ହୋଇ ଦିଶୁଛି। ସେଦିନ କେତେ ସୁନ୍ଦର-କେତେ ଲୋଭନୀୟ-କେତେ ଚମତ୍କାର-। ବର୍ତ୍ତମାନର ଆବିଳ-ପୃଷ୍ଠ ଭୂମିରୁ ଅତୀତର ଦୃଶ୍ୟ ଦେଖି ସେ ଉଲ୍ଲାସରେ ଥରିଉଠିଲା-। ମନେମନେ ଗର୍ବ ଅନୁଭବ କଲା ଯେ ତା'ର ଦିନେ ଏଇପରି ଅତୀତ ଥିଲା-ସୁନାର ଅତୀତ। ଆଜି ସିନା ନାଇଁ-ଦିନେ ଥିଲା। ଯଦି ସେ କେବଳ ସେଇ ଅତୀତକୁ ସମ୍ବଳ କରି ବଞ୍ଚିରହିଥାନ୍ତା; ତା'ହେଲେ ବୋଧେ ତା' ଜୀବନରେ କିଛି ଦୁଃଖ ଆସିନଥାନ୍ତା। ନିଜର ପ୍ରେମ ଉପରେ ଅଟଳ ରହି ସେ ଆଗେଇ ପାରିଥାନ୍ତା। ଥରେ କଟକରୁ ତାକୁ ଗୋଟିଏ ଚିଠିରେ ନୀହାର ଲେଖିଥିଲା-''ପ୍ରାଣର-ପ୍ରତ୍ୟୟ ନେଇ ପ୍ରେମର ସୃଷ୍ଟି। ପ୍ରତ୍ୟୟ ଆଉ ପ୍ରୀତିର ପ୍ରତିକ ହେଉଛି ସ୍ପର୍ଶ। ଏବଂ ତୁମେ ମୋତେ ଯେଉଁ ନୂତନ ସ୍ପର୍ଶ ଦେଇଛ ତା'ର ଭବିଷ୍ୟତ ତୁମରି ହାତରେ। '' ସେଦିନ ନୀହାରର ଏ ଚିଠିର ପ୍ରତିବାଦ କରିଥିଲା ସାଗରୀକା-ସେ ଉତ୍ତର ଦେଇଥିଲେ-''ତୁମେ କ୍ରମଶଃ ମୋ ପ୍ରେମ ଉପରୁ ବିଶ୍ୱାସ ହରାଉଛ ନୀହାର-ମୋ ଉପରୁ ତୁମର ପ୍ରତ୍ୟୟ କାହିଁକି କେଜାଣି କମି ଯାଉଛି। ନ ହେଲେ ତୁମେ ଏପରି କାହିଁକି ଲେଖିଥାନ୍ତ? ପୁଣି କି ଭୁଲ୍ ଧାରଣା ତୁମର।